ଭାରି ଖୁସି ହୁଅନ୍ତା ସ୍ୱପ୍ନା। ପ୍ରାୟ ଶହେ ମାଇଲ ଦୂରରେ ନେପାଳର ପିଠି ଉପରେ ଆଙ୍ଗୁଠି ଦେଖାଇ ବଚନ ସିଂ କହି ଚାଲିଛି ବହୁତ କଥା–ଚୋମାଲାଙ୍ଗମାର ମହିମା ଗାନରେ ସେ ବିଭୋର-। ''ଏଇ ଦେଖନ୍ତୁ ଏଭରେଷ୍ଟ–'' ''କୁଉଠି ଥିଲା? '' ''ମେଘ ଭିତରେ–'' କହିଲା ବଚନ ସିଂ। ଏଭେରେଷ୍ଟ ଆମ ରତ୍ନାଠୁ ଗୋଟିଏ ଛୋଟ ପାହାଡ଼ ଭୁଟିଆ ବାଳିକା ପରି ବସି ରହିଛି ବହୁ ଦୂରରେ। ଅନନ୍ତ ବାସୁଦେବ ମୂର୍ତ୍ତି ଭଳି ସ୍ଥିର, ଅଚଞ୍ଚଳ। ଗୋଟିଏ ନୁହେଁ, ଗୁଡ଼ି, ପାହାଡ଼କୁ ନେଇ ଏଭରେଷ୍ଟ ବକ୍ଷ ବିସ୍ଫାରିତ। ଆକାଶସ୍ପର୍ଶୀ ସବୁ ମିନାର–ପଥର ଓ ବରଫର ମିନାର। କେଉଁଠି ଆକାଶକୁ ଛୁଇଁଲା ଭଳି ଦିଶୁଚି, କେଉଁଠି ଆକାଶକୁ ଫୋପାଡ଼ିଦେଇ ଆହୁରି ଉପରକୁ ଉଠି ଯାଇଛି, କିଛି ଚିହ୍ନି ହେଉ ନାହିଁ, ଏଇଟା ସତେ ପାହଡ଼ କି ଆଉ କ'ଣ କେଜାଣି? ଅବିଶ୍ୱାସ ଜାତ ହେବା ସ୍ୱାଭାବିକ। କିନ୍ତୁ ଯେଉଁଦିନ ଏହି ମାଟିର ସନ୍ତାନ ତେନତିଂ ଏହି ଚୋମୋଲାଙ୍ଗମାକୁ ଉଠି ଭାରତର ଜାତୀୟ ପତାକା ଉଡ଼ାଇ ମସିଲେ–ସେହିଦିନ ବିଶ୍ୱାସ ହେଲା ଯେ ଏଇଟା ଗୋଟାଏ ବିରାଟ ପର୍ବତ ଶୃଙ୍ଗ। ଏହା ଉପରେ ମଣିଷର ଚିହ୍ନ ନାହିଁ–ଗଛ ଲତାର ସବୁଜତା ନାହିଁ–ସୃଷ୍ଟିର ରହସ୍ୟ ନାହିଁ, ଖାଲି ମୃତ୍ୟୁ ପରି ଏହା ସୁଶୀତଳ ସଶଙ୍କିତ ତୁଷାର ମରୁଭୂମି। ଏଇଠି ମିଷ୍ଟର ସ୍ପ୍ରାଟ୍ଙ୍କ ସହ ଦେଖା–ପ୍ରଥମ ସାକ୍ଷାତ। ଲମ୍ବା ଚେହେରା, ମିଷ୍ଟଭାଷୀ। ବୁଲୁ ବୁଲୁ ପରିଚୟ ହେଲା। ସାଙ୍ଗରେ ଜଣେ ଯୁବତୀ। ମନେହେଲା ସତର ଅଠର ବର୍ଷ ଗୋଟିଏ ଅପରିଣୀତା ଝିଅ। ବୋଧହୁଏ ମିଷ୍ଟର ସ୍ପ୍ରାଟ୍ ଯୁବତୀର ପରିଚୟ ଦେବାପାଇଁ ଭୁଲି ଯାଇଥିଲେ। ମୁଁ ମଧ୍ୟ ପରିଚୟ ଇଚ୍ଛା କରିନି। ରତ୍ନା ସହିତ ମହିଳାଟିର ପରିଚୟ ହୋଇ ଯାଇଥାଏ। ଦୁହେ ମିଶି ବୁଲୁଛନ୍ତି। ମିଷ୍ଟର ସ୍ପ୍ରାଟ୍ କହି ଚାଲିଚନ୍ତି ଆଲପସ୍ ଦୃଶ୍ୟ। କିନ୍ତୁ ଟାଇଗର୍ ହିଲ୍ଠୁ ବଳି ଆଲପସ୍ ନୁହେଁ। ପାହାଡ଼ ବୁଲିବା ସ୍ପ୍ରାଟ୍ଙ୍କର ଗୋଟାଏ ବଡ଼ ସଉକ। ପେଶା ବିଜ୍ଞାନ। ଲାବର୍ଟୋରୀ ଭିତରେ ଛଅଟି ମାସ ଆବଦ୍ଧ ଥାଆନ୍ତି–ଆଉ ଛଅଟି ମାସ ଏମିତି ଏ ଦେଶ ସେ ଦେଶ ବୁଲନ୍ତି। ବୋଟାନିରେ ତାଙ୍କର ଗବେଷଣା। ତେଣୁ ଗଛପତ୍ର ଦେଖିଲେ ସେ ଡାଳ, ପତର, ଚେର ସବୁ ଟିକିନିଖି ଦେଖି ଥାଆନ୍ତି। ଜଗତରେ କେତେ ପ୍ରକାର ମଣିଷ–ମସ୍ତିଷ୍କ ମଧ୍ୟ ବିଭିନ୍ନ ପ୍ରକାରର। ହଠାତ୍ ମେଘ ଛାଇଗଲା ଆକାଶରେ–ସୂର୍ଯ୍ୟ ଅବଗୁଣ୍ଠିତ। କ୍ଷଣିକରେ ପାଗର ପରିବର୍ତ୍ତନ। ଶୀଘ୍ର ଘରକୁ ନ ଫେରିଲେ ରକ୍ଷା ନାହିଁ। ବିଦାୟ ଏଭରେଷ୍ଟ। ଜୀବନରେ ଆଉ ତତେ କେବେ ଦେଖିବା ସମ୍ଭବ ହେବ କି ନା ଜା। ମହାଭାରତ ଯଦି ସତ୍ୟ ହୁଏ, ଯଦି ଜୀବନରେ କିଛି ପାପ କରି ନ ଥାଏ ତାହା ହେଲେ ମତେ ହୁଏତ ଯୁଧିଷ୍ଠିରଙ୍କ ପରି ଏଇବାଟେ ସ୍ୱର୍ଗାରୋହଣ କରିବାକୁ ପଡ଼ିବ। ଯୁଧିଷ୍ଠିରଙ୍କ ସାଙ୍ଗରେ କୁକୁର ଥିଲା। ମୋ ସଙ୍ଗରେ ଏପରି ନିଷ୍ପାପ ଜନ୍ତୁଟିଏ ହୁଏତ ଆସିପାରେ। ଏଭେରେଷ୍ଟକୁ ଅନ୍ତିମ ନମସ୍କାର ଜଣେଇ ଫେରିଲୁ ଦୁହେଁ ରତ୍ନା ଓ ମୁଁ। ଆସିଲାବେଳର କଷ୍ଟ ଅକଥନୀୟ। ମୁହଁ ଆଗରେ କୁହୁଡ଼ି। ରତ୍ନା ଶୀତରେ ଥରୁଥାଏ–ଆଉ ଦାଦା ଓଟା କି ଏଟା କି କହିବାର ଶକ୍ତି ତାର ନାହିଁ। ବିରାଡ଼ି ଛୁଆଟି ପରି ଘୋଡ଼ା ପିଟିରେ ମୋ କୋଡ଼ରେ ସେ ଲେଶି ହୋଇ ରହି ଯାଇଥାଏ। ଘରକୁ ଫେରିଲା ବେଳକୁ ଦିନ ଏଗାର। ଦେଖିଲି ରତ୍ନାର ମାଆଙ୍କ ମୁହଁରେ ବିଷର୍ଣ୍ଣତା, ବେଦନା ଓ ନୈରାଶ୍ୟର ଚିହ୍ନ। ରତ୍ନାକୁ କହିଲି, ''ମା ପାଖକୁ ଯାଆନା କି ମାଆକୁ କିଛି କହନା–ମୋ ଘରକୁ ଚାଲିଆ। '' ଶୁଣିଲି, ଆଜି ରତ୍ନାର ବାପାଙ୍କ ଦେହ ଭାରି ଖରାପ। ଆଠ ଦଶ ଦିନ ପରେ ଛୁଟି ପାଇବାର କଥା। କିନ୍ତୁ ଦେହ ହଠାତ୍ ଖରାପ ହୋଇ ପଡ଼ିଚି। ବହୁତ ରକ୍ତବାନ୍ତି କରିଛନ୍ତି ଆଉ କଥା କହି ପାରୁ ନାହିଁନ୍ତି। ଟେବୁଲ ଉପରେ ଖଣ୍ଡିଏ ଚିଠି। ସ୍ୱପ୍ନା ଲେଖିଛି, ମୁଁ ଦାର୍ଜିଲିଂ ଯିବ–ବାବୁଙ୍କୁ ଦେଖି ଆସିବ। ବାପା ଆଠ ଦଶ ଦିନ ପରେ ସାନାଟୋରିୟମ୍ରୁ ଛିୁଟି ନେବେ ବୋଲି ଲେଖିଛନ୍ତି।